କଥାଟା ଠିକ୍, କିନ୍ତୁ ତା ଗିଲାସରେ ପଟାସିୟମ୍ ସାୟନାଇଡ୍ ଆସିଲା କିପରି? ପ୍ରବୀଣକୁମାର ଆସିବା ଆଗରୁ ହୁଏତ ଆତ୍ମହତ୍ୟା କରିବ ବୋଲି ସାଙ୍ଗରେ ଆଣିଥିଲା, ନଚେତ୍ ନଚେତ୍ କ'ଣ କୁହ ତ ମାଧବବାବୁ? ମାଧବ ହସି କହିଲା, ମୋ ତୁଣ୍ଡରୁ କାହିଁକି ଆପଣ ଶୁଣିବାକୁ ଚାହାନ୍ତି, ଡାକ୍ତର? କଥା ତ ଆପଣଙ୍କ ଜିଭ ଅଗରେ ଅଛି। ପ୍ରବୀଣକୁମାରକୁ ହତ୍ୟା କରାଯାଇଛି, ଏଇଆ ନା? ଦୀର୍ଘ ନିଶ୍ୱାସ ପକାଇ ଡାକ୍ତର କହିଲେ, ଆଚ୍ଛା, ରଘୁନାଥର ସ୍ତ୍ରୀ ବ୍ୟାପାରଟି କ'ଣ? ମାଧବ କହିଲା, ଡାକ୍ତର, ରଘୁନାଥର ସ୍ତ୍ରୀ ଯଦି ମରିଯାଇ ନ ଥାନ୍ତା ତେବେ ପ୍ରବୀଣକୁମାରର ମୃତ୍ୟୁକୁ ଆତ୍ମହତ୍ୟା ବୋଲି ମନେକରିପାରିଥାନ୍ତୁ। ପ୍ରବୀଣକୁମାରର ଆକସ୍ମିକ ମୃତ୍ୟୁ ନ ଘଟିଥିଲେ ରଘୁନାଥର ସ୍ତ୍ରୀକୁ ଖତମ କରିବା ହୋଇ ନ ଥାନ୍ତା। ଆମର ଦରକାର ହେଲା ଏହି ଦୁଇଟି ମୃତ୍ୟୁ ଭିତରେ ଏକ ଯୋଗସୂତ୍ର। ଇସ୍କାପାନ ବିବି ଦେଖିଛ। ଦୁଇଟା ମୃତ୍ୟୁ, ଦୁଇଟା ତାସ୍ ଗାଏବ। ତା ମାନେ ଏ ପଛରେ ଅଛି,ଏ ଦ୍ଵୀପରେ କ'ଣ ଆଉ କେହି ଅଛନ୍ତି? ରଘୁନାଥ କହେ, ଆମ କେଇ ଜଣଙ୍କ ଛଡ଼ା ଆଉ କେହି ନାହିଁ। ରଘୁନାଥ ମିଛ କହୁଛି ହୁଏତ। ମୋଟର ବୋଟ ଦେଖା ନାହିଁ। ଡାକ୍ତର କହିଲେ, ଦେଖ ମାଧବ, ବରିକୁଦ ଏକ ଛୋଟ ଦ୍ଵୀପ। କାହା ପକ୍ଷରେ ଏଠାରେ ଲୁଚିରହିବା ଅସମ୍ଭବ। ଟିକିଏ ଚେଷ୍ଟା କଲେ ଆମେ ଶୟତାନଟିକୁ ଧରିପାରିବା। କିନ୍ତୁ ଲୋକଟିକୁ ଭୟ କରିବାର ଯଥେଷ୍ଟ କାରଣ ରହିଛି। ମାଧବ ହସିଲା, ଗୋଟାଏ ପାଗଳ ଶିଆଳଟାକୁ ପୁଣି ଭୟ! ତା ପରେ ପ୍ରସ୍ତାବ କଲା, ଡାକ୍ତର, ଚାଲନ୍ତୁ ଫଟିକକୁ ସାଙ୍ଗରେ ନେଇ ବାହାରିବା। ଲୋକଟି ଖାଣ୍ଟି ଓ ଶକ୍ତ। ଝିଅଗୁଡ଼ାଙ୍କୁ ନ କହିବା ଭଲ। ମଥୁରାନନ୍ଦ ତ ଭୟଭୀତ। ଜଜ୍ ସାହେବ ଅଥର୍ବ। ଚାଲନ୍ତୁ, ତିନି ଜଣ ବାହାରିବା। ମିଷ୍ଟର ଫଟିକ୍ ଡାକ୍ତର ଦୁର୍ଗାମାଧବଙ୍କ କଥାରେ ସାନନ୍ଦ ଯୋଗ ଦେଲା। ତିନି ଜଣ ବାହାରିଲେ। ଫଟିକ୍ କହିଲା, ଭାରି ଭଲ ହୁଅନ୍ତା ଯଦି ଆମ ପାଖରେ ଗୋଟାଏ ରିଭଲଭର ଥାନ୍ତା। ମାଧବ ପକେଟ ଉପରେ ହାତ ପକାଇ କହିଲା, ମୋର ଅଛି। ସମସ୍ତେ ଯେପରି ଟିକିଏ ଚମକିଉଠିଲେ। ଫଟିକ୍ କହିଲା, ଆଚ୍ଛା, ମାଧବ, ତମେ କ'ଣ ସବୁବେଳେ ଗୋଟାଏ ରିଭଲଭର ନେଇ ବୁଲ ନା କ'ଣ? ହଁ, ଗୋଳମାଳ ଜାଗାକୁ ମୋତେ ଯିବାକୁ ପଡ଼େ ତ! ଭଲ ହେଲା। ଯଦି ପାଗଳ ରାଜାବାହାଦୁର ହାତରେ ଛୁରା ଥାଏ ତେବେ ତ ଡାକ୍ତର କହିଲେ, ସେ ଭୟ ବି ହୋଇପାରେ। ଫଟିକ୍ କହିଲା, ନ ହୋଇ ବି ପାରେ। ତିନି ଜଣ ଦ୍ଵୀପଟି ଘୂରି ବୁଲିଲେ। ଦେଖାଗଲା, କାମଟି ଖୁବ୍ ସହଜ। ତିନି ଜଣ ମିଶି ଧୀରେ ଧୀରେ ଦ୍ଵୀପଟିକୁ ତନ୍ନ ତନ୍ନ କରି ପରୀକ୍ଷା କରିବାକୁ ଲାଗିଲେ। ଯାଉ ଯାଉ ସମୁଦ୍ରତୀରରେ ମଥୁରାନନ୍ଦ ବସିରହିଥିବାର ଦେଖାଗଲା। ଦିଗ୍ବଳୟ ଆଡ଼କୁ ଅନାଇ ଚୁପକରି ବସିରହିଛନ୍ତି। ଜାଗାଟି ଖୁବ୍ ନିରୋଳା, ସୁନ୍ଦର। ଏ ତିନି ଜଣଙ୍କ ଆଡ଼କୁ ସେ ଫେରି ମଧ୍ୟ ଅନାଇଲେ ନାହିଁ। ଫଟିକ୍ ଭାବିଲା, ମଥୁରାନନ୍ଦର ଭାବଟି ମୋଟେ ସ୍ଵାଭାବିକ ନୁହେଁ। ତା ପରେ ଟିକିଏ ଜମେଇବା ପାଇଁ ପାଖକୁ ଯାଇ କହିଲା, କ'ଣ ସାର୍, ଜାଗାଟି ଖୁବ୍ ଚମତ୍କାର! ମଥୁରାନନ୍ଦ ଥରେ ଅନାଇ ମୁହଁ ଫେରାଇନେଇ କହିଲେ, ମୁଁ ଟିକିଏ ଏକୁଟିଆ ରହିବାକୁ ଚାହେଁ। ସମୟ ନାହିଁ। ମୋର ସମୟ ନାହିଁ। ଫଟିକ୍ କହିଲା, କିଛି ମନେ କରିବେ ନାହିଁ। ଆପଣଙ୍କୁ ବିରକ୍ତ କରିବାକୁ ଚାହେଁନା। ଏଠାରେ, ମାନେ, ଏ ଦ୍ଵୀପରେ ଲୋକ ଅଛନ୍ତି କି ନାହିଁ ଆମେ ଖୋଜି ଦେଖୁଛୁ। ଆପଣଙ୍କ ସହିତ ଦେଖା ହେଲା ବୋଲି ପଚାରିଲି। ଅପ୍ରତିଭ ହୋଇ ଯେପରି କହିଲେ ମଥୁରାନନ୍ଦ, ତମେସବୁ କିଛି ବୁଝିପାରୁନା। ନା, ଯାଅ ସବୁ। ଫଟିକ୍ ନିଜ ଦଳରେ ମିଶିଯାଇ କହିଲା, ଲୋକଟା ଏକଦମ ପାଗଳ ହୋଇଯାଇଛି। ମାଧବ ପଚାରିଲା, ସେ କ'ଣ କହିଲେ? ସମୟ ନାହିଁ, ଏକା ରହିବାକୁ ଚାହାନ୍ତି। ଡାକ୍ତର ଚିନ୍ତିତ ଭାବରେ କହିଲେ, ତେବେ ଏଥର ସେମାନେ ଦ୍ଵୀପଟି ଖୋଜି ଦେଖିଲେ। କୂଳ ଆଡ଼କୁ ଅନାଇଲେ। ପବନ ବହୁଛି। ଗୋଟାଏ ହେଲେ ଡଙ୍ଗା ତ ଦେଖାଯାଉନାହିଁ। ମାଧବ କହିଲା, ଝଡ଼ ଆସୁଛି। ଇଙ୍ଗିତରେ ସେପଟେ ଯଦି କାହାକୁ ଜଣାଇବା ତେବେ ଫଟିକ୍ କହିଲା, ରାତିରେ ନିଆଁ ଜାଳିଲେ କିପରି ହୁଅନ୍ତା? ମାଧବ କହିଲା, ମୋର ଧାରଣା, ସେଥିରେ କିଛି ଫଳ ହେବ ନାହିଁ। ରାଜାବାହାଦୁର ଯଦି ସେ ପାରର ଲୋକଙ୍କୁ କହିଥିବେ ଯେ ଏହା ଏକ ଆମୋଦପ୍ରମୋଦ, ତେଣୁ କିଛି ଲାଭ ହେବନି।